ମଉଲ ମୋଗଲ ଆଉ କିଏ କି! ଏଇ ଗାନ୍ଧି ପରା। ମୋହନ ଗାନ୍ଧି ମଉଳା ମୋଗଲ। ସେଇ ତ ସବୁ ଏକାକାର କଲା। ବ୍ରାହ୍ମଣେ ସଂସାରରେ ହୀନ। ଶୂଦ୍ର ପ୍ରାୟେକ ଆଚରଣ। ପଟ୍ଟନାୟକ ପଡ଼ାର ଯେତେ ବସିଥିବେ ସମସ୍ତେ କହିବେ, ହେଇତି ଦେଖ, ଶୁଣ, କ'ଣ ଲେଖା ହେଇଚି। ଶାସ୍ତ୍ର କ'ଣ ମିଥ୍ୟା। ପୁଣି ପଢ଼ାଚାଲିବ, କ୍ଷତ୍ରିୟେ ଶୂଦ୍ର ପ୍ରାୟେ ହୋଇ। ପ୍ରଜା ପୀଡ଼ିବେ ରାଜା ହୋଇ। ସେ ରାଜା ଭାଷାହିଁ କହିବେ। ଅବିଦ୍ୟା ଅକର୍ମେ ବର୍ତ୍ତିବେ। ଏସବୁ ହାକିମ ହୁକୁମା ଡେପୁଟି ସାହେବଙ୍କ କଥା। ଇଂରେଜୀ ସରକାର ହେଲେ ରାଜା। କ୍ଷତ୍ରିୟ ହେଲେ ପୁଲିସ ହାକିମ। ସେମାନେ ଇଂରାଜୀ ଯେ ରାଜଭାଷା କହି ପ୍ରଜା ପୀଡ଼ିବେ।ଜଣେ ବସି ଟୀକା କରେ, ସମସ୍ତେ ମୁଣ୍ଡ ହଲାନ୍ତି। ମଦନବାବୁଙ୍କ ଗୁଡ଼ାଖୁରୁ ଟାଣେ ସରେ। ପ୍ରଜାଏ ଅନ୍ୟୋ ଅନ୍ୟେ ହୋଇ। ଆପଣା ଛାଏଁ ନାଶଯାଇ। ଏକ ଆରେକେ ଗର୍ବ କରି। ମରିବେ ହିଂସା ଭାବଧରି। ଏସବୁ ହଉ ନାହିଁ କ'ଣ! ଗୋଟି ଗୋଟିକି ଫଳୁଛି।ପଟ୍ଟନାହକ କହନ୍ତି, ରାଜାଏ ପ୍ରଜାଙ୍କୁ ନାଶିବେ। ଗୁହାରି କଲେ ନ ଶୁଣିବେ। ଯେଉଁ ଜନର ଧନ ଥିବ। ସଂସାରେ ସେ ବଡ଼ ହୋଇବ। ଏ ହେଲା ଭଗବାନ ମିଶ୍ରଙ୍କୁ ଦାୟିକା, ବୁଝଇନା? ସମସ୍ତେ ହଁ ଭରନ୍ତି। ଯେ ଜନ ନିର୍ଧନ ହୋଇବ। ତାକୁ ସହାୟ କେ ନୋହିବ। ସ୍ତିରୀଏ ସ୍ତିରୀଙ୍କୁ ରମିବେ। ପୁରୁଷ ପୁରୂଷେ ଭଜିବେ। ହରେ କୃଷ୍ଣ, ହରେ କୃଷ୍ଣ। ସମସ୍ତେ କାନରେ ହାତଦେଇ ବସିଯାନ୍ତି। ବ୍ରହ୍ମତ୍ୱ କିଞ୍ଚିତ୍ ପ୍ରକାରେ। ରହିବ ଯଜ୍ଞୋପବୀତରେ। ଦୁଃଖୀ ଦାଶର ତା'ବି ନାହିଁ। ଜଣେ କିଏ କହେ ଆଉ ଜଣେ ପ୍ରତିବାଦ କରି କହେ, ନା ନା ପଇତା ରଖିଛି ସେ।ପଣ୍ଡିତ ଯେହୁ ବୋଲାଇବେ। ଚଞ୍ଚଳ ବଚନ କହିବେ। ବିଭା ହୋଇବେ ଅବିଚାରି। ଜାତିକୁଳ ଦୋଷ ନ ଧରି। କରେ ପାନିଆ ଘେନିଥିବେ। କେଶ କୁଣ୍ଡାଇ ସୁଖଭାବେ। ସ୍ନାନ କଲୁ ବୋଲି ବୋଲିବେ। ଦୂର ଗଡ଼ିଆ ପାଶେ ଯିବେ। ତାହାକୁ ତୀର୍ଥ ବୋଲି କହି। ସ୍ନାନ କରିବେ ତହିଁ ଯାଇ। କେବଳ କେଶର ଧାରଣ। ହୋଇବ ଲାବଣ୍ୟ କାରଣ। ସବୁ ହେଇଯାଉଛି, ସବୁ ହେଇଯାଉଛି, ଅକ୍ଷରେ ଅକ୍ଷରେ ସତ।ଆପଣା ପେଟକୁ ପୋଷିବା। ବଡ଼ ପ୍ରୟୋଜନ ହୋଇବ। କାର୍ଯ୍ୟକଳାର ପ୍ରାୟ ମଣି। ସେ ଲୋକ ହୋଇବ ଅଗ୍ରଣୀ। ବିଲୁଲ୍ ବିଲ୍କୁଲ୍ ଏ ଦୁଃଖୀ ଦାଶ ଆଉ ତାଙ୍କ କଂଗ୍ରେସ ଦଳୀୟ ନା କ'ଣ କହୁଛନ୍ତି? ମଦନ ପଟ୍ଟନାୟକ ପଚାରନ୍ତି। ଆଉ ସମସ୍ତେ ହଁ ଭରନ୍ତି। ଗାନ୍ଧି ସବୁ ସାଇଲା। ଜାତି କୁଳ ଧର୍ମ ସବୁ ଶେଷ କଲା।ଗାଁ ଜଉତିଷ ଆସି ବକେ ଏଥର ନବଗ୍ରହ କୂଟ ଯେ ହବ, ସେଥିରେ ପୃଥିବୀରେ ଗୋଟିଏ ଖଣ୍ଡପ୍ରଳୟ ହବ। କେଉଁ ଖଣ୍ଡଟା ପ୍ରଳୟ ହବ, କହି ହଉ ନାହିଁ। ବହୁଲୋକ କ୍ଷୟ ଯିବେ, କାହାରି କାହାରି ମତରେ କଳିକାଳ ଶେଷ ହେବ, ସତ୍ୟ ଆରମ୍ଭ ହବ। କଳି ଶେଷକୁ କେବଳ ସତ ଲୋକେ ଶହ ହୋଇ ରହିବେ। ଯେଉଁମାନେ ଦାନ ଧର୍ମ କରିବେ, ସେମାନେ ବର୍ତ୍ତିବେ।ମଦନ ପଟ୍ଟନାୟକ ବାହ୍ମୁଣ ଜଉତିଷଙ୍କ ହାତରେ ଚାଉଳ ସେରେ, ଅଣିଟିଏ, ବାଇଗଣ ମୁଗ ମାଣେ ଆଣି ଯାହାକୁ ଯାହା ବାଣ୍ଟି ଦେଇ ସେଦିନକାର ଦାନ ଧର୍ମ ବଢ଼େଇ ଦିଅନ୍ତି, କଳି ଶେଷରେ ବଞ୍ଚି ରହିବାର ଆଶାରେ। କୋଷ୍ଠୀ ଗଣନା କରି ନାହାକ ଦେଖେଇ ଦେଇଯାଏ, ବଞ୍ଚିବ, ବଞ୍ଚିବ, ବଞ୍ଚିବାକୁ ହବ। ମହାଦେବ ଉପରେ ପାଣି ଦିଆଯାଉଛି, ରାଧା ଗୋବିନ୍ଦ କରଣରେ ତୁଳସୀ ଚଢ଼ା ଚାଲିଚି, ନ ବଞ୍ଚି ଯିବ କୁଆଡ଼େ। ପାପଗ୍ରହ ଶାନ୍ତ ହୋଇଯିବ। ତେଣିକି ବୃହସ୍ପତି ମହାଦଶା ପଡ଼ିଲାକ୍ଷଣି, ଆପଣଙ୍କୁ ତ ମୁଲକର ରାଜା କରିଦେବ।ଏକୁଟିଆ ମଦନ ପଟ୍ଟନାୟକ ନୁହନ୍ତି। ଏ ପଟ୍ଟନାହାକ ପଡ଼ାର ଯେତେ କାନ୍ଥଡ଼ା ସେସବୁ ଗୋଟି ଗୋଟି ହେଇ ଚେଇଁ ବସିବ। କୋଉଠି କେମିତି ଗୋଟେ ଅଧେ ନୂଆ କୋଠା ଉଠୁଛି। ସେ କୋଠା ଭିତରୁ ପଟ୍ଟନାହାକ ପଡ଼ାର ଆତ୍ମ ଗର୍ଜନ କରି କ'ଣ ଯେମିତି କହେ। କହେ, ବଞ୍ଚିଛି, ବଞ୍ଚିଛି। ପଟ୍ଟନାୟକ ବଂଶର କୋଉଁ ପୂର୍ବପୁରୁଷ କି ପୁଣ୍ୟ କରି ଏ ସାହି ବସେଇଥିଲା କିଜାଣି, ସେ ଅମର ହେଇ ରହିଚି, ଆଉ ରହିବ। ମରହଟ୍ଟା ଆସିଲା ଅମଳରୁ ମୁକ୍ତାରଗିରି କରି ଆସିଚନ୍ତି ଏଇ ପଟ୍ଟନାହାକ ବଂଶ।